ପୃଥିବୀରେ ସାମୂହିକ ବହୁ ଆଦର୍ଶ ମଣିଷମାନଙ୍କୁ ଏହିପରି ଗଧ କରି ରଖିବାରେ ହିଁ ହୁଏତ ଅଧ୍ୟ ଅଧିକ ସାହାଯ୍ୟ କରି ଆସିଛନ୍ତି। ତପସ୍ୱୀ ତପସ୍ୟା ଦ୍ୱାରା ସତ୍ୟ ଭିତରେ ପ୍ରବେଶ କରେ। ତେଣୁ ଅନ୍ଧ ଭାବରେ ଆଦୌ କ କିଛିହେଲେ ମାନି ନିଏ ନାହିଁ। ଆପଣାର ସତ୍ୟ ପରିଚୟକୁ ଅଧିକ ନିବିଡ଼ କରି ରଖିବ ବୋଲି ସିଏ ଆବଶ୍ୟକ ହେଲେ ପ୍ରଶ୍ନ ବି କରେ। ନୂଆ ନିକଟବର୍ତ୍ତୀ ହେବ ବୋଲି ପୁରୁଣାକୁ ପ୍ରଶ୍ନ କରେ। ଭୋଗୀମାନେ ତପସ୍ୱୀକୁ ଡ଼ରନ୍ତି ଏବଂ ତେଣୁ ତପସ୍ୱୀମାନଙ୍କର ପୂଜା କରିବାକୁ ହିଁ କହିବାରେ ଲାଗିଥାନ୍ତି। ତପସ୍ୟା ହେଉଛି ଜଣେ ତପସ୍ୱୀର ପୃଥିବୀରେ ରହିଥିବା ଆମ ସମସ୍ତଙ୍କ ଲାଗି ଅସଲ ବାର୍ତ୍ତା। ମାତ୍ର ଆମେ ପ୍ରାୟ ପୃଥିବୀଯାକ କାଳେ କାଳେ ତପସ୍ୱୀକୁ ପୂଜା କରିବାକୁ ହିଁ କାହିଁକି ଅଧିକ ମନ କରିଆସିଛୁ କେଜାଣି? ତପସ୍ୱୀ ଜୀବନର ତପସ୍ୟାଟି ହିଁ ଆମକୁ ତା ଆଡ଼େ ସବୁଠାରୁ ଅଧିକ ଆକୃଷ୍ଟ କରି ପାରୁଥିବା ଉଚିତ। କୌଣସି କାରଣରୁ ଜଣେ ତପସ୍ୱୀକୁ ଆମେ ଅସାଧାରଣ ବୋଲି ମନେ କରିଥାଉ ବୋଲି ତାହାର ପୂଜା କରିବାକୁ ଇଚ୍ଛା କରିଥାଉ କି? ଏହି ଇଚ୍ଛାଟିକୁ ଆମେ ବୀରପୂଜା ବୋଲି କହି ଆସିଛୁ, ଏବେ ତାହାକୁ କେହି କେହି ପୂଜ୍ୟପୂଜା ବୋଲି ମଧ୍ୟ କହିଲେଣି। ଯେଉଁ ଜାତି ତାର ପୂଜ୍ୟମାନଙ୍କୁ ପୂଜା କରି ନଜାଣିଛି, ସେହି ଜାତି ଏବେ ମଧ୍ୟ ବଡ଼ ଅପାକଳ ହୋଇ ରହିଛି ବୋଲି ବେଳେବେଳେ କୁହାଗଲାଣି। କୁହାଗଲାଣି ଯେ ଜଗତକର୍ତ୍ତା ଅଳ୍ପ କେତେଜଣ ବଛା ବଛା ମଣିଷଙ୍କୁ ସେଇଆଡୁ ହିଁ ଯୋଗ୍ୟ କରି ପୃଥିବୀକୁ ପ୍ରେରଣ କରିଥାଆନ୍ତି । ସେମାନଙ୍କ ଭିତରେ ଗୁଣ ଭରି ଦ ଦେଇଥାଆନ୍ତି, ପ୍ରତିଭାର ବିକାଶ ଦ୍ଵାରା ସେମାନେ ଅଧିକ ଭାଗ୍ୟବାନ ହେବେ ବୋଲି ଆଗରୁ ସତେଅବା ଖଡ଼ି ପକାଇ ସ୍ଥିର କରି ସାରିଥାନ୍ତି। ଅର୍ଥାତ୍ ଏହି ପୃଥିବୀକୁ ଆସିବା ପୂର୍ବରୁ ହିଁ ସିଏ ଯାହା ହେବାର କଥା, ତାହା ହୋଇସାରିଥାଏ। ସିଏ ଆଜ୍ଞା ପାଇ ଆସିଥାଏ, ଆଜ୍ଞା ପ୍ରମାଣେ ଜୀବନଟିଏ ବଞ୍ଚେ, ଅସାଧାରଣ ହୁଏ, ଲକ୍ଷ ଲକ୍ଷ ମଣିଷଙ୍କ ଭିତରେ ଜଣେ ବୋଲି ଗଣାହୁଏ ଅର୍ଥାତ୍ ଲକ୍ଷ ଲକ୍ଷ ମନୁଷ୍ୟ ଯାହା ହୋଇପାରନ୍ତି ନାହିଁ ବା କଦାପି ହୋଇପାରିବେ ନାହିଁ, ସିଏ ତାହା ହିଁ ହୁଏ। ଆମେ ଏହି ପୃଥିବୀଟାକୁ ଭୋଗ କରିବା ନା ନିଜର ତପସ୍ୟା ବଳରେ ଏହାକୁ ଆହୁରି ଯୋଗ୍ୟ ଏବଂ ଆହୁରି ସୁନ୍ଦର କରି ଗଢ଼ିବା? ପ୍ରତ୍ୟେକ ମଣିଷ ଭିତରେ ଗୋଟିଏ ତପସ୍ଵୀ ଅନ୍ତର୍ନିହିତ ହୋଇ ରହିଥାଏ, ଯିଏକି ଉପଯୁକ୍ତ ଅର୍ଥାତ୍ ଅନୁରୂପ ଶିକ୍ଷା ତଥା ଅନୁରୂପ ପ୍ରେରଣା ପାଇଲେ କ୍ରମେ ସଂକଳ୍ପ ସହିତ ବାହାରକୁ ବାହାରି ଆସେ। ସିଏ ନିଜକୁ କର୍ଷଣ କରେ। ନିଜକୁ ସତେ ଅବା ପାହାଚ ପାହାଚ କରି ଆରୋହଣ କରୁଥାଏ। ସେହି ଆରୋହଣ ହିଁ ତପସ୍ୟା। ନିଜର ଜୀବନକୁ ଯେଉଁମାନେ ସତେ ଅବା ଭିତରୁ ବାସନା ପାଇ ସେହି ଆରୋହଣ ପଥରେ ପରିଚାଳିତ କରିନିଅନ୍ତି, ସେମାନେ ତପସ୍ୱୀ ହୁଅନ୍ତି। ସେମାନେ ଆମ ସାମୂହିକ ଜୀବନର ଖାସ୍ କେଉଁ କ୍ଷେତ୍ରରେ ରହିଲେ ତାହା ମୋଟେ ବଡ଼ କଥା ନୁହେଁ। ସେମାନେ ଯେ ତପସ୍ୟାକୁ ଜୀବନର ଧର୍ମ ବୋଲି ଗ୍ରହଣ କରିନେଲେ ତାହା ହିଁ ଅସଲ କଥା। ଗୋଟିଏ ଗୋଟିଏ କାଳ ବା ଗୋଟିଏ ଗୋଟିଏ ସମାଜ ହୁଏତ ଏକାଧିକ କାରଣରୁ ତପସ୍ୟା ନୁହେଁ, ଭୋଗକୁ ହିଁ ବଞ୍ଚିବାର ଅସଲ ଧନ୍ଦା ବୋଲି ଧରି ନେଇଥାଏ ଏବଂ ସେହି କାରଣରୁ ତପସ୍ୟ ନିମନ୍ତେ ଆରୋହଣ ନିମନ୍ତେ ବହୁତ ପ୍ରତିକୂଳ ହୋଇ ରହିଥାଏ। ସେତେବେଳେ ଭୋଗ ପାଇଁ ବଡ଼ ପ୍ରତିଯୋଗିତା ହୁଏ। ରାଜନୀତିରେ ଭୋଗକାରୀମାନେ ଥାଟ ସହିତ ଆସି ରାଜା ହୋଇ ବସିବେ ବୋଲି ପହଞ୍ଚି ଥା ଯାଆନ୍ତି। ମୁଁ ସବୁଠାରୁ କମ୍ ଦେବି ଏବଂ